ଲୋକମାନେ ନିଜ ଉନ୍ନୟନ ନିଜେ କରିବେ। ଏକ ସଚେତନ ପାରସ୍ପରିକତା ଦ୍ୱାରା ତାହା କରିବେ, ପାରମ୍ପରିକ ବହୁ ଅସହାୟତା ବୋଧରୁ ବାହାରି ଆସିବେ, ଯାବତୀୟ କାର୍ଯ୍ୟକ୍ରମର ଅସଲ ପରିଣାମ ରୂପେ ଅଗ୍ରଗାମୀମାନେ ତାହାରି ଉନ୍ମେଷ ନିମନ୍ତେ କାର୍ଯ୍ୟ କରୁଛନ୍ତି। ଅଚେତନକୁ ଚେତନ ବା ସଚେତନ କରାଇବା ଠାରୁ ବଳି ବଡ଼ କାର୍ଯ୍ୟ ଆଉ କଣ ଅଛି? ଜଣେ ଗୁରୁ ତା ଉପରେ ନିର୍ଭର କରି ଏକତ୍ର ହୋଇଥିବା ଶିଷ୍ୟମାନଙ୍କୁ ସଚେତ କରାଇ ଆଣିବା ପରେପରବର୍ତ୍ତିତ ପରିବର୍ତ୍ତିତ ସ୍ଥିତିଟି ଏପରି ହୋଇପାରିବା ଉଚିତ ଯେଉଁଥିରେ କି ଶିଷ୍ୟ ଗୁରୁ ଉପରେ ଆଉ ନିର୍ଭରଶୀଳ ହୋଇ ରହିବ ନାହିଁ ନିଜର ସୂର୍ଯ୍ୟଟିକୁ ସିଏ ସ୍ୱୟଂ ଅନ୍ୱେଷଣ କରି ବାହାରି ପାରିବ। ତଥାପି ପୃଥିବୀର ଅଧିକାଂଶ ଗୁରୁ ଶିଷ୍ୟମାନଙ୍କୁ ମୋଟେ ସେଥିପାଇଁ ବାଟ ଛାଡ଼ନ୍ତି ନାହାନ୍ତି। ଶିଷ୍ୟ ଚିରକାଳ ଗୁରୁନିର୍ଭର ହୋଇ ରହିଲେ ଅଲବତ ଚିରକାଳ ଗୁରୁମାନଙ୍କୁ ଲୋଡୁଥିବ। ଗୋଟିଏ ନିର୍ଦ୍ଧିଷ୍ଟ କିସମର ଗୁରୁ ଆମ ପୃଥିବୀରେ ସମ୍ଭବତଃ ଏଇଥିରୁ ଭାରି ପୁଲକ ଲାଭ କରିଛନ୍ତି। ସେମାନେ ସେଥିରୁ ବାହାରି ଲାଭବାନ ବି ହୋଇଛନ୍ତି। ଇତିହାସରେ ଅନେକ ବିପ୍ଳବୀ ଅବିକଳ ସେହିଭଳି ଗୁରୁମାନଙ୍କ ପରି ଆଚରଣ କରିଛନ୍ତି। ବିପ୍ଳବ ଦ୍ୱାରା ଲୋକମାନଙ୍କୁ ପୁରାତନ ଦୌରାତ୍ମ୍ୟଗୁଡ଼ିକରୁ ମୁକ୍ତ କରି ଆଣିବା ପରେ ସେମାନେ ନିଜେ ହିଁ ଆଧିପତ୍ୟ ଜମାଇ ରହି ଯାଇଛନ୍ତି ଓ ମନୁଷ୍ୟମାନଙ୍କୁ ବାଟ ଛିଡି ଛାଡ଼ି ନାହାନ୍ତି। ଶକ୍ତିଗୁଡିକ ବାଟମାରଣା ହୋଇଯାଇଛି। ଫରାସୀ ବିପ୍ଳବ ପରେ ବିପ୍ଳବୀମାନେ ନିଜ ଭିତରେ ହଣାହାଣି ହେଲେ ପଛକେ ଲୋକମାନଙ୍କୁ ମୋଟେ ବାଟ ଛାଡ଼ିଲେ ନାହିଁ। ଫଳରେ ଯେଉଁ ରାଜତନ୍ତ୍ରକୁ ବିଦାୟ ଦିଆଯାଇଥିଲା ସେହି ରାଜତନ୍ତ୍ରକୁ ପୂନର୍ବାର ଡାକି ଆଣିବାକୁ ପଡ଼ିଥିଲା। ତାପରେ ଫରାସୀ ସରକାର ଉପନିବେଶ ଖୋଜି ବୁଲିଲେ ଏକ ଜାତୀୟତାବାଦୀ ମୋହକ ଦ୍ୱାରା ସେଠି ଲୋକମାନଙ୍କୁ ଏପରି ଘାରି କରି ରଖିଲେ ଯାହା ଭିତରୁ କି ସେହି ଦେଶ ଏବେ ମଧ୍ୟ ମୁକ୍ତ ହୋଇ ପାରିଲାନାହିଁ। ରୁଷିଆରେ ବି ଏହି ଶତାବ୍ଦୀରେ ଯେଉଁ ବିପ୍ଳବ ହେଲା ତଦ୍ଦ୍ୱାରା ପୁରାତନ ରାଷ୍ଟ୍ରଟା ଭାଙ୍ଗିଗଲା ଏବଂ ବିପ୍ଲବୀମାନେ ଗୋଟିଏ ନୂଆ ରାଷ୍ଟ୍ର ଗଠନ କଲେ। ଘୋଷଣାନାମା ଅନୁସାରେ ରାଷ୍ଟ୍ରଶକ୍ତି ଯେପରି କ୍ରମେ ଅପସରିଯିବ ଏବଂ ଲୋକଶକ୍ତି ପୁରୋଭାଗକୁ ଆସି ନିଜର ନିୟତିଟିକୁ ନିଜେ ଗଢିବ ସେଥିଲାଗି ଅନୁକୂଳ ଭିତ୍ତିଭୂମିଟିକୁ ତିଆରି କରିବା ହିଁ ସେହି ରାଷ୍ଟ୍ରର କାମ ହୋଇ ରହିଲା। ମାତ୍ର ସତେ ଅବା ସବୁକିଛି ଓଲଟା ଓଲଟା ହେବାକୁ ଲାଗିଲା ଦଳଟା ହିଁ ଅଧିକ କର୍କଶ ହେଲା, ଅନମନୀୟ ହେଲା ରାଷ୍ଟ୍ରର ମାଲିକ ହୋଇ ବସିଲା ଏବଂ ତାହାକୁ ହିଁ ଲୋକରାଷ୍ଟ୍ର ବୋଲି କହିବା ନିମନ୍ତେ ଲୋକମାନଙ୍କୁ ବାଧ୍ୟ କରାଯାଇଥିଲା। ତାପରେ ଯାହା ଘଟିବା ଆବଶ୍ୟମ୍ଭାବୀ ଥିଲା ତାହାହିଁ ଘଟିଲା। କାଳଟା ଗୋଟାସୁଦ୍ଧା ପଛ ଆଡ଼କୁ ହୁଡ଼ିଗଲା। ସାରା ପୃଥିବୀରେ ଅନେକ ଅନେକ ସଂଗ୍ରାମକୁ ତାହା ଖୁବ୍ ଧକ୍କା ଦେଲା, ବହୁତ ବହୁତ ଆଶାକୁ ଚୁରମାର କରିଦେଲା। ଏସବୁ ଘଟିବା ପରେ ପୁନର୍ବାର ଲୋକାଶକ୍ତିର ଉନ୍ମେଷଣା କ୍ଷେତ୍ରରେ ଏବେ ନୂଆ ନୂଆ ପ୍ରୟୋଗ ଚାଲିଛି। ଆଗକୁ ମଧ୍ୟ ସେହି ପୁରୁଣା ଇତିହାସର ପୁନରାବୃତ୍ତି ହେବନାହିଁ ତ? ପୃଥିବୀରେ ବହୁ ଦେଶରେ ପ୍ରାୟ ଅଣ୍ଟା ଭାଙ୍ଗି ପଡ଼ିଥିବା ଲୋକାଶକ୍ତି ସତେଅବା ଘୋର ବିଭ୍ରାନ୍ତି ଭିତରେ ସେହି କଥାଟିକୁ ଭାବୁଛି ଏବଂ ସମୟ ଗଣୁଛି। ମିତ୍ରମାନେ ଏପରି ଧୋକା ଦିଅନ୍ତି କାହିଁକି କେଜାଣି? ଲୋକଚେତନାକୁ ଦେଶ ବ୍ୟବସ୍ଥାର ଏକ ଯଥାର୍ଥ ନିୟାମକ ରୂପେ ପ୍ରତିଷ୍ଠିତ କରାଇବା ପାଇଁ ସ୍ୱେଚ୍ଛାସେବୀ ସଂଗଠନମାନେ ଦେଶତମାମ କାର୍ଯ୍ୟ କରୁଛନ୍ତି। ଯେଉଁସବୁ ଅଂଚଳକୁ ଅନ୍ଧାରରେ ମୂଲକ ବୋଲି କୁହାଯାଉଥିଲା ବାହାରୁ ପ୍ରଚଣ୍ଡ ମାନେ ଯାଇ ଲୋକମାନଙ୍କର ଅକଞ୍ଚନତାର ସୁଯୋଗ ନେଇ ନାନାଭଳି ଶୋଷଣକୁ ହିଁ ପ୍ରତିଦିନର ଦଶାରେ ଯେଉଁଠି ପରିଣତ କରିଥିଲେ କରି ରଖିଥିଲେ ସେଠାରେ କ୍ରମେ